ସମ୍ପର୍କ ପ୍ରୟୋଜନଭିତ୍ତିକ, ପରିବେଶ ପ୍ରଦୂଷିତ ଓ ଜୀବନଯାତ୍ରା ଯାନ୍ତ୍ରିକ। ସେଥିପାଇଁ କାନ୍ଦୁଲିପଡ଼ାକୁ ବଦଳି ହେଲାକ୍ଷଣି ଅଭିଷେକ ଆପତ୍ତି କରି ନଥିଲା। କଲ୍ୟାଣୀ ପ୍ରସ୍ତାବ ଦେଇଥିଲା, ସେ ବି ଅଭିଷେକ ସାଙ୍ଗରେ ଆସିବ। ଦୂରରୁ ଛବିବହିର ଚିତ୍ରଟେ ପରି ଦିଶେ କାନ୍ଦୁଲିପଡ଼ା। ସାତ କିଲୋମିଟର ପର୍ଯ୍ୟନ୍ତ ବଜାର, ଡାକ୍ତରଖାନା କି ପୋଷ୍ଟ୍ ଅଫିସ୍ କିଛି ନାହିଁ। ଖରାଦିନେ ଗାଁକୁ ଗାଡ଼ି ଆସିପାରିବ, କିନ୍ତୁ ବର୍ଷାଦିନେ ନାଲିଗୋଡ଼ି ରାସ୍ତା ପର୍ଯ୍ୟନ୍ତ ହିଁ ଗାଡ଼ି ଆସିବ, ଆଗକୁ ନୁହେଁ। ଅଭିଷେକର ଅସୁବିଧା ହୁଏ ନାହିଁ। ଅଫିସ୍ ପର୍ଯ୍ୟନ୍ତ ଚାଲିଗଲେ ଜିପ୍ ଅଛି, ବଜାରକୁ ଯାଇ ସବୁଦିନେ ଘେରାଏ ବୁଲି ଆସିହେବ। ଏଠିକି ଆସିବା ଆଗରୁ ଜଙ୍ଗଲ ଓ ଆଦିବାସୀ ଗାଁ ନେଇ କଲ୍ୟାଣୀର ବିଚିତ୍ର ଧାରଣା ଥିଲା। ଡାହାଣୀ, ଚିରିଗୁଣୀ, ଦିଶାରୀ ଥିବେ, ରାସ୍ତା ଧାରରେ ଛକି ରହିଥିବ ଭାଲୁ, ନହେଲେ କଲରାପତ୍ରିଆ। ଘଞ୍ଚ ଜଙ୍ଗଲ ଭିତର ଦସ୍ୟୁ। ଅଭିଷେକ ଏକଥା ଶୁଣି ହସେ। କହେ, ଏସବୁ ତମର ଦୋଷ ନୁହେଁ, ତମେ ପଢ଼ିଥିବା ବହି ଓ ଦେଖିଥିବା ଚିତ୍ରମାନଙ୍କର ଦୋଷ। କାନ୍ଦୁଲିପଡ଼ାର କାଠ ଚୋରି ସମସ୍ୟା ଏକ ଗୁରୁତର ସମସ୍ୟା-ଏକଥା ଅଭିଷେକ ଆସିବା ପୂର୍ବରୁ ଜାଣିଥିଲା। ଏଠିକାର କାଠ ଚୋରମାନେ ଖୁବ୍ ନୃଶଂସ। ତିନି ବର୍ଷ ତଳେ ଜଣେ ଫରେଷ୍ଟ୍ ଗାର୍ଡର ଦୁଇ ହାତ କାଟି ଦେଇଥିଲେ ଓ ଆଉ ଜଣେ ଅଫିସରଙ୍କ ଜିପ୍ ଓଲଟେଇ ଦେଇଥିଲେ। ଏଠିକି ଆସିବା ପରେ ଅଭିଷେକର କାଠ ରାକେଟ୍ ବାବଦରେ ପ୍ରତ୍ୟକ୍ଷ ଧାରଣା ହେଲା। ଗାଁର ପିଲାଠୁଁ ଆରମ୍ଭ କରି ବୁଢ଼ାବୁଢ଼ୀ ଯାଏ, ଜାଣତରେ ହେଉ ଅବା ଅଜାଣତରେ ହେଉ କାଠଚୋରି ସହ ସଂପୃକ୍ତ। କିଏ ଚୋରମାନଙ୍କୁ ଫରେଷ୍ଟ୍ବାଲାଙ୍କ ଆସିବା ଖବର ଦେବ, କିଏ ତା ବାଡ଼ିରେ ଲୁଚେଇ ରଖିବ କଞ୍ଚା ଗଛ, କିଏ ସେସବୁକୁ ହାଣି ସାଇଜ କାଠ କାଟିବ-ସେସବୁ ସ୍ଥିରୀକୃତ ହୁଅନ୍ତି। କାଠଚୋରି ଭିନ୍ନ ଆଉ କିଛି କାମ ପ୍ରାୟ ନାହିଁ କାନ୍ଦୁଲିପଡ଼ାରେ। ପେଟରେ ଭୋକ ଓ ଆଖି ଚାରିପଟେ ଜଙ୍ଗଲର ଗଛ। ବେଳେବେଳେ କଲ୍ୟାଣୀ ପାଖକୁ ଆଦିବାସୀ ଝିଅ ଆସନ୍ତି। ଆଗେ ଆଗେ ସେମାନଙ୍କ କଥା କିଛି ବୁଝୁ ନଥିଲା କଲ୍ୟାଣୀ। ସେମାନେ ବି କଲ୍ୟାଣୀର ସବୁ କଥା ବୁଝୁ ନଥିଲେ-। ଏବେ ଉଭୟ କଥାଭାଷା ହୁଅନ୍ତି। ଅଭିଷେକ କହେ, 'ଏ ଲୋକମାନଙ୍କୁ ସହଜେ ବଦଳେଇ ହେବ। ସେମାନଙ୍କ ଦାରିଦ୍ର୍ୟ ପାଇଁ ଭାଗ୍ୟ ଦାୟୀ, ଏକଥା ତାଙ୍କ ମୁଣ୍ଡରେ ବସା ବାନ୍ଧି ଯାଇଛି। ନିଜ ସମସ୍ୟାର ସମାଧାନ ପାଇଁ କିଛି କରିବା ବଦଳରେ ସହରୀ ମଣିଷକୁ ଶତ୍ରୁ ବୋଲି ଭାବୁଛନ୍ତି, ଈର୍ଷା କରୁଛନ୍ତି। ଏଠି ଯେଉଁ ଜିନିଷର ସବୁଠୁ ଅଭାବ, ସେଇଟା ହେଲା ଶିକ୍ଷା। ଶିକ୍ଷାର ପ୍ରସାର ହେଲେ ସବୁ ସମସ୍ୟା ବଳେବଳେ ହଟିଯିବ। ' କଲ୍ୟାଣୀ ଥଟ୍ଟା କରେ, "କଣ ଏ ଜଙ୍ଗଲ ମାୟାରେ ପଡ଼ିଗଲଣି କି? ଆମ ମା ଝିଅଙ୍କୁ ଛାଡ଼ିଦେଇ ଆସ, ତେଣିକି ତମେ ସମାଜ ବଦଳେଇବ। " ଉଭୟେ ହସନ୍ତି। ଜହ୍ନ ଉଠିଆସିଥାଏ ପାହାଡ଼ର ମଥାନକୁ। ବଉଦମାନେ ଜହ୍ନକୁ ଘେରି ଚକାଚକା ଭଉଁରି ଖେଳୁଥାଆନ୍ତି। ଦୁଇ। ରାମଶରଣର କଥା ଶୁଣୁ ଶୁଣୁ ଉଭୟେ ହସି ଉଠିଲେ। କଲ୍ୟାଣୀ କହିଲା, "ତମେ ବି ଏ କାଳିଶୀ, ଗୁଣିଆ କଥାରେ ବିଶ୍ୱାସ କରୁଛ? ଆଉ ହେବ ନାହିଁ। " ରାମଶରଣ କହିଲା, "ଆପଣ ସିନା ବିଶ୍ୱାସ କରୁନାହାନ୍ତି, କିନ୍ତୁ କାନ୍ଦୁଲିପଡ଼ା ଗାଆଁଟାଯାକ ସମସ୍ତେ ବିଶ୍ୱାସ କରୁଛନ୍ତି। ସେ ସ୍ତ୍ରୀ ଲୋକଟିକୁ କାଳିଶୀ ଲାଗିଛି। ସେ ସବୁ କଥା କହିଦେଉଛି। ଆପଣ ଯାଇ ଦେଖି ଆସିଲେ ବିଶ୍ୱାସ କରିବେ। ତାକୁ ଚାରି ଚାରିଟା ଲୋକ ମାଡ଼ି ବସିଛନ୍ତି, କିନ୍ତୁ ସେ ସମ୍ଭଳା ପଡ଼ୁନାହିଁ। କାଳିଶୀ ଲାଗିବା ତ ମ୍ୟାଲେରିଆ କମ୍ପ ନୁହେଁ ଯେ କମ୍ବଳ ଘୋଡ଼େଇ ଦେଲେ ଛାଡ଼ିଯିବ। " ଅଭିଷେକ କାଳିଶୀ, ଡାଆଣୀ ଇତ୍ୟାଦିରେ ବିଶ୍ୱାସ କରେ ନାହିଁ। ଏସବୁ ମାନସିକ ରୋଗର ଲକ୍ଷଣ। ଡାକ୍ତରକୁ ଦେଖାଇବା ବଦଳରେ ଏମାନେ ନେଇକି ଯିବେ ଗୁଣିଆ ପାଖକୁ। ବିଚିତ୍ର ଲୋକ। ଇଚ୍ଛା ହେଉଥିଲା ଗାଆଁ ଭିତରକୁ ଯାଇ କାଳିଶୀ ଲାଗିଥିବା ସେ ସ୍ତ୍ରୀଲୋକଟିକୁ ଦେଖି ଆସିବ। କଲ୍ୟାଣୀ ମନା କଲା-"ସକାଳକୁ ପଛେ ଯିବ, ସଞ୍ଜବେଳଟାରେ କୁଆଡ଼େ ଯାଅନାହିଁ। " ରାମଶରଣ କହିଲା, 'ସେଇଆ ମା, ଆପଣ ଠିକ୍ ବୁଝିଛନ୍ତି। ବାବୁ ଟୋକାଟାକଳା ଲୋକ। ସହରରେ ବଢ଼ିଛନ୍ତି। ଏସବୁ ଜାଣିନାହାନ୍ତି।